ବୁଧ ଅର୍ଦ୍ଧସୁପ୍ତ ଇଳାଙ୍କ କେଶଗୁଚ୍ଛକୁ ସଜାଡ଼ି ଦେଇ ତାଙ୍କ ରକ୍ତିମ ମୁଖଦେଶରେ ଚୁମ୍ୱନର ଦାଗ ଆଙ୍କି ଆହୁରି ରକ୍ତିମ କରିଦିଅନ୍ତି। ତାଙ୍କ ଗାଢ଼ କୃଷ୍ଣ କୁନ୍ତଳରେ ବିଭିନ୍ନ ରଙ୍ଗର ପୁଷ୍ପ ଖଞ୍ଜି କୁନ୍ତଳର ଶୋଭାକୁ ବହୁଗୁଣ ବର୍ଦ୍ଧିତ କରନ୍ତି। ସେହିଭଳି ଇଳା ବୁଧଙ୍କ ସୌଖିନ କେଶଗୁଚ୍ଛକୁ କୁଣ୍ଡାଇ ଦେଇ ଚିକ୍କଣ କରି ଦିଅନ୍ତି। ବୁଧଙ୍କ ଅଧରରେ ଅଧର ମିଶାଇ ପ୍ରେମ ବିଭୋର କରିପକାନ୍ତି। ବେଳେ ବେଳେ ସରୋବର ମଧ୍ୟରେ ମରାଳ ଦମ୍ପତ୍ତିଙ୍କ ପରି ଉଭୟେ ସନ୍ତରଣ କରି ବୁଲନ୍ତି। ଜଳ ମଧ୍ୟରେ ଦୁହେଁ କେଳି କରି ଦୁଇଟି ପ୍ରାଣକୁ ଏକ କରି ତୋଳନ୍ତି। ବାସ୍ତବରେ ଦୁହେଁ ଦୁହିଁଙ୍କ ପ୍ରେମ ଆସ୍ୱାଦନ କରି ବିଭୋର ହୋଇଯାଆନ୍ତି। ସେମାନେ ସଂପୂର୍ଣ୍ଣ ରୂପେ ଭୁଲିଯାଆନ୍ତି ନିଜକୁ ତଥା ବିଶ୍ୱକୁ। ମାତ୍ର ବୁଧ ଇଳାଙ୍କ ପ୍ରେମ ସବୁଦିନ ପାଇ ପାରନ୍ତି ନାହିଁ। ସେ ଦିନ ରାତ୍ରିରେ ଦୁହେଁ ଦୁହିଁଙ୍କୁ ଗାଢ଼ ଆଲିଙ୍ଗନ କରି ଶୋଇଯାଇ ଥାଆନ୍ତି। ପ୍ରଭାତର ପୂର୍ବ ମୁହୂର୍ତ୍ତରୁ ବୁଧ ଉଠିଯାଇଥିଲେ କୁଟୀରର ବର୍ହିଦେଶକୁ। ଫେରିଆସି ଦେଖିଲେ ଇଳା ଆଉ ଇଳା ହୋଇ ନାହାନ୍ତି। ନିଦ୍ରାରୁ ଉତ୍ଥିତ ପରି ମହାରାଜ ଇଳା ବିଛଣାରୁ ଉଠି ବର୍ହିଦେଶକୁ ଚାହୁଁଛନ୍ତି। ବୁଧ କୁଟୀର ମଧ୍ୟରେ ପ୍ରବେଶ କରିବା ମାତ୍ରେ ସେ ତାଙ୍କୁ ପ୍ରଶ୍ନ କଲେ, ମୁଁ ବର୍ତ୍ତମାନ କେଉଁଠି? ମୋର ସୈନ୍ୟସାମନ୍ତମାନେ କାହାନ୍ତି? ଉତ୍ତରରେ ବୁଧ କୁହନ୍ତି, ମହାରାଜ ଇଳ, ତୁମେ ବର୍ତ୍ତମାନ ଚନ୍ଦ୍ରଙ୍କ ପୁତ୍ର ବୁଧଙ୍କ ଆଶ୍ରମରେ। ତୁମେ ଘୋର ଅରଣ୍ୟରେ ଶିକାର କରୁଥିବା ବେଳେ ଭୟଙ୍କର କରକାପାତ ହେଲା ଯଦ୍ୱାରା ତୁମ ସୈନ୍ୟସାମନ୍ତ ଏବଂ ବାହନ ସେହି କରକା ପାତରେ ମୃତ୍ୟୁ ବରଣ କଲେ। ଭାଗ୍ୟକୁ ତୁମେ ମୋ ଆଶ୍ରମ ମଧ୍ୟର ରହିଯାଇଥିବା ହେତୁ ବଞ୍ଚିଗଲ। ବର୍ତ୍ତମାନ ତୁମର ଦୁର୍ଦ୍ଦିନ ଘୁଞ୍ଚିନାହିଁ। ତେଣୁ ସୁଦିନ ଆସିବା ପର୍ଯ୍ୟନ୍ତ ଏହିଠାରେ ରହିଯାଅ। ମୁଁ ମୋର ତପଶ୍ଚରଣ ଶେଷକରି ଯେତେବେଳେ କୁଟୀରକୁ ଫେରିବି ସେତେବେଳେ ଦୁହେଁ ଧର୍ମାଲୋଚନା କରିବା। ଗୋଟିଏ ବର୍ଷ ପରେ ମୁଁ ଚେଷ୍ଟାକରିବି ତୁମର ହିତ ନିମିତ୍ତ। ମହାରାଜ ଇଳ ଆପାତତଃ ବାଧ୍ୟ ହୁଅନ୍ତି ବୁଧଙ୍କ କଥାରେ ସମ୍ମତ୍ତିଜ୍ଞାପନ କରିବାକୁ। ପ୍ରତିଦିନ ପ୍ରଭାତ ହେବା ମାତ୍ରେ ବୁଧ ସେହି ସରୋବର ମଧ୍ୟରେ ପ୍ରବେଶ କରି ତପସ୍ୟାରେ ମଗ୍ନ ହୁଅନ୍ତି। ପ୍ରଥମେ କେତେ ଦିନ ବୁଧଙ୍କ ମନ ବ୍ୟସ୍ତ ହୋଇପଡ଼େ ସୁନ୍ଦରୀ ଇଳାଙ୍କ ପାଇଁ। ସେହି ସରୋବର ଜଳ ମଧ୍ୟରେ ସନ୍ତରଣ କରୁଥିବା ମରାଳ ଦମ୍ପତ୍ତିଙ୍କ କେଳି ଅବଲୋକନ କରି ତାଙ୍କ ଆଖି ଆଗରେ ଦିଶିଯାଏ ଇଳାଙ୍କ ମୁଖ। କଳ୍ପନା ଜାଲରେ ଛନ୍ଦି ହୋଇ ଅନୁଭବ କରନ୍ତି ଇଳାଙ୍କ ଗଣ୍ଡଦେଶରେ ଚୁମ୍ୱନର ସ୍ୱାଦ। କିନ୍ତୁ ଖୁବ୍ ଅଳ୍ପଦିନ ମଧ୍ୟରେ ଆୟତ କରି ନିଅନ୍ତି ତାଙ୍କର ଅଣାୟତ ମନକୁ। ମାତ୍ର ତାହା ବା କେତେଦିନ? ଠିକ୍ ମାସକ ପରେ ମହାରାଜ ଇଳ ହୋଇଯାଆନ୍ତି ଇଳା। କୁସୁମ ଲତିକା ଭଳି ବୁଧଙ୍କ ଦେହରେ ଗୁଡ଼ାଇ ହୋଇ ପ୍ରେମ ପାଗଳ କରିପକାନ୍ତି। ତପସ୍ୱୀ ବୁଧ ପୂଜାର୍ଚ୍ଚନା ତ୍ୟାଗ କରି ଧାଇଁ ବୁଲନ୍ତି ରୂପସୀ ଇଳାଙ୍କ ପଛେ ପଛେ। ମହାଦେବୀ ପାର୍ବତୀଙ୍କ ବାକ୍ୟାନୁଯାୟୀ ଇଳା ଆଉ ଇଳାଙ୍କ କଥା ସ୍ମରଣ କରିପାରନ୍ତି ନାହିଁ କିମ୍ୱା ଇଳ ମଧ୍ୟ ଇଳାଙ୍କ କଥା ମନେପକାଇ ପାରନ୍ତି ନାହିଁ। ବୁଧ ଇଳାଙ୍କ ସହିତ ଅବସ୍ଥାନ କରି ଯେତିକି ଆନନ୍ଦପାନ୍ତି, ଇଳା ଇଳ ହେବା ପରେ ସେତିକି ଇଳାଙ୍କ ପାଇଁ ପାଗଳ ହୋଇପଡ଼ନ୍ତି-। ଗୋଟିଏ ମାସ ଅତି ବ୍ୟସ୍ତରେ କଟାଇ ଯେତେବେଳେ ଇଳ ଇଳା ହୋଇଯାଆନ୍ତି